ସେହି ବିଶ୍ୱାସଟି ବିଶ୍ଵ ଜୟ କରିବ ବୋଲି ଆଦୌ କୌଣସି ପରମାଣୁ ବୋମାର ପ୍ରୟୋଜନ ହେବନାହିଁ। ମଣିଷ ଚେଇଁ ପାରିଲେ ଏଡ଼େ ବଡ଼ ବୋମାଟାଏ ଫୁଟାଇ ତାକୁ ଉଠୁ ବୋଲି କହିବାରେ ମୋଟେ କୌଣସି ପ୍ରୟୋଜନ ହୁଏନାହିଁ। ଲୋକଶକ୍ତି ହିଁ ଯାବତୀୟ ପାଖଣ୍ଡକୁ ଦୂର କରେ, ସାମନ୍ତ ଆତ୍ମକାମୀମାନଙ୍କୁ ମଣିଷ ହେବାର ଆବାହନ ଦିଏ ଏବଂ ଅନ୍ୟ ଜାଗ୍ରତ ମନୁଷ୍ୟମାନଙ୍କର ଶିବିରରେ ଆସି ସାମିଲ ହେବାର ଉଦ୍ବୋଧନ ଦିଏ। ଭାରତବର୍ଷରେ ସେହି ଯୁଗଟି ସମାଗତ ହେବାକୁ ଯାଉଛି। ବିଲମାନେ ଅପେକ୍ଷା କରିଛନ୍ତି। ବିଧାତା ହଁ ବୋଲି କହି ସାରିଲାଣି। ଖାଲି ନୂଆ ବଳଦଙ୍କ ପାଇଁ ଅପେକ୍ଷା କରାଯାଉଛି। ସହୀଦ୍ର ଜାତି ନାହିଁ ଯୋଗୀର କୌଣସି ଜାତି ନାହିଁ ବୋଲି ସନ୍ଥ କବୀର ଦାସ ଏହି ଭାରତବର୍ଷରେ କୋଉକାଳୁ କହିଯାଇଛନ୍ତି। ସମୁଦ୍ର ସହିତ ଯୁକ୍ତ ହେଲାପରେ ନଦୀର ପୁଣି ଆଉ କାହିଁକି କେଉଁ ଜାତି ରହିବ।? ତଥାପି ଏହି ଦେଶରେ ଯୋଗୀମାନଙ୍କର ଏତେ ଏତେ ଜାତି ହୋଇଗଲା କାହିଁକି କେଜାଣି? ଏବେ ତ ଯୋଗୀଟିଏ ଦେଖିଲେ ଆମେ ସାଧାରଣ ଲୋକେ ତା' ଜାତିଟାକୁ ହୁଏତ ସବା ଆଗ ଦେଖୁଛୁ ଏବଂ ତା'ପରେ ସେଇଥିରୁ ତାକୁ ଚିହ୍ନୁଛୁ। ସେହି ଅନୁସାରେ ଆମକୁ କିଏ କାନଫଟା, କିଏ କୁମ୍ଭୀପଟୁଆ, କିଏ ନାଗାନ୍ତୀ ବା ଆଉ କିଏ ଦଣ୍ଡୀ ବୋଲି ଦେଖାଯାଉଛନ୍ତି। ସେମାନେ ଜାତି ଅନୁସାରେ ଭଳି ଭଳି ଭେକ ଧାରଣ କରିଛନ୍ତି। ସତକଥାଟା ହେଉଛି ଯେ, ଆମେ ବାହାରିଆମାନେ ଭେକଟାର ମାଧ୍ୟମରେ ହିଁ ଯୋଗୀର ପରିଚୟଟିକୁ ଠଉରାଇ ନେଇପାରୁଛୁ। ଭେକଟାକୁ ଚିହ୍ନିଗଲେ ଯୋଗୀକୁ ଚିହ୍ନିହେବ ବୋଲି ଗୋଟାଏ ଅଭ୍ୟାସ ଆମ ଚିହ୍ନିବାର ଓ ଜାଣିବାର ପରମ୍ପରାରେ କୋଉଦିନରୁ ଆସି କାହିଁକି ପଶିଗଲା କେଜାଣି? ଏବଂ, ଭେକଟାରୁ ଯେ ମଣିଷଟାକୁ ଚିହ୍ନିହେବ, ସେହି କାରଣରୁ ଏପରି ଏକ ଭ୍ରମ ମଧ୍ୟ ଆମ ଯାବତୀୟ ବିଶ୍ୱାସକୁ କାମୁଡ଼ି ଧରିବାକୁ ଆରମ୍ଭ କଲା କି? ଅନେକ ସମୟରେ ଏପରି ଏକ ଡ଼ବଲ ଭ୍ରମ ମଧ୍ୟ ଆମକୁ ହୁଏତ ଆସି ଭାରି ମାଡ଼ି ବସୁଥିବ ଯେ, ତୁମେ ଯଦି ଅମୁକ ଭେକଟାକୁ ପିନ୍ଧିବ, ତେବେ ନିଶ୍ଚୟ ଅମୁକ ଯୋଗୀ ହୋଇପାରିବ। ସେହି କାରଣରୁ ସମ୍ଭବତଃ ଆମର ସଂସାରରୂପୀ କାରବାରଟାରେ ମଧ୍ୟ ତୀର୍ଥମାନଙ୍କରେ ଭକ୍ତ ହେବାର ସରଞ୍ଜାମମାନ ବିକ୍ରି ହେବାରେ ଲାଗିଗଲା। ତିଳକ ଲଗାଇଲେ ତୁମେ ଅବଶ୍ୟ ଗୋପୀଭାବକୁ ପ୍ରାପ୍ତ ହେବ ଏବଂ ତେଣୁ ଗୋପୀଜନବଲ୍ଲଭଙ୍କୁ ଅବଶ୍ୟ ଲାଭ କରିବ ବୋଲି ଗୋଟାଏ ଭେଳିକି ଆସି ବଣା କରିଦେବ। ଅସଲ ଯୋଗୀମାନେ ଏବଂ ଅସଲ ସନ୍ଥମାନେ ହୁଏତ ସେହି ପ୍ରମାଦଟିର ଆଶଙ୍କା ସର୍ବଦା ରହିଥିବାରୁ ବାହାର ଭେକଗୁଡ଼ାକ ବିଷୟରେ ଯୁଗେ ଯୁଗେ ଏତେ ସତର୍କ କରି ଦେଇଛନ୍ତି। ପ୍ରେମର ଜାତି ନାହିଁ, ଜ୍ଞାନର ଜାତି ନାହିଁ। ଏପରିକି ତ୍ୟାଗର ଜାତି ନାହିଁ କି ଧର୍ମର ମଧ୍ୟ ଜାତି ନାହିଁ। ଅସଲ ଧର୍ମକୁ ଚିହ୍ନି ନ ପାରିଥିବା ମଣିଷମାନେ ହିଁ ହୁଏତ ଧର୍ମକୁ ମାର୍କାଗୁଡ଼ିକ ଭିତରେ ଆଣି ପକାଇ ଦେଇଛନ୍ତି। ନିତାନ୍ତ ଖଳମାନେ ହିଁ ଧର୍ମକୁ ଥାକ ଥାକ କରି ସଜାଇଛନ୍ତି ଓ ଗୋଟାକୁ ବଡ଼ ବୋଲି କହିବା ନିମନ୍ତେ ଆଉ ଗୋଟାକୁ ନିମ୍ନ ବୋଲି କହିଛନ୍ତି। ଠାକୁରମାନଙ୍କର ବି କୌଣସି ଜାତି କାହିଁକି ଆସିବ? ଅଥଚ ଗୋଟାଏ ଧର୍ମର ମଣିଷମାନେ ଆଉ ଗୋଟାଏ ଧର୍ମକୁ ସାନ ବା ଅବର ବୋଲି ଜାତି ବାରି ଏତେ ପ୍ରସନ୍ନ କାହିଁକି ଅନୁଭବ କରିଥାନ୍ତି କେଜାଣି? ଠାକୁରମାନେ ସଚରାଚର ଆମ ମନୁଷ୍ୟମାନଙ୍କର କଳ୍ପନାରୁ ହିଁ